" ସୁଧାଂଶୁ କହିଥିଲେ—ନାହିଁ ପୁରୋହିତେ, ଏ ଅଶ୍ରୁ ଅଶ୍ରଦ୍ଧା ଜନିତ ନୁହେଁ। ଏହା କେବଳ ସ୍ମୃତି ତର୍ପଣ। କାଲିପରି ମନେ ହେଉଛି। ଏ ଘର, ଦ୍ୱାର, ଧନ, ଦଉଲତ ଆମର ନ ଥାଏ-। ଏ ସବୁ ବିଭୁଙ୍କର ଦାନ। ମୋରି ଅମଳରେ। ପିତୃ ପୁରୁଷଙ୍କର ଆଶୀର୍ବାଦର ଏ ସବୁ ଫଳ ମାତ୍ର-। କାଲିପରି ମନେ ହେଉଚି। ଘରେ ମୋ ଛଡ଼ା ଆଉ କେହି ନ ଥାଆନ୍ତି। ସାମାନ୍ୟ ଜମି ଖଣ୍ଡେ ଓ ଗୋଟିଏ ଭଙ୍ଗା ଦଦରା ଘର ମାତ୍ର ଆମର ସମ୍ୱଳ ଥାଏ। ପିଲାଟି ଦିନରୁ ଭଲ ପଢ଼ୁଥାଏ-। ସମାଜର ବଦାନ୍ୟ ବ୍ୟକ୍ତିଙ୍କଠାରୁ ଅଯାଚିତ ସାହାର୍ଯ୍ୟ ଲାଭକରି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଉରାଧି ପାଇବାର କ୍ଷମତା ଅର୍ଜନ କରି ପାରିଲି। ମନମୁତାବକ ଭଲ ଚାକିରୀ ଖଣ୍ଡିଏ ବି ମିଳିଗଲା-। ଭାବିଲି, ଆମର ଦୁଃଖ-ଅମାରାତି ପାହିଗଲା। ଏଣିକି ମୋର ନନା ବୋଉଙ୍କ ମୁହଁରେ ହସ ଫୁଟାଇବି। ସେମାନଙ୍କର ଦୁଃଖ ଲାଘବ କରିବି ଅବଶିଷ୍ଟ ସମୟ ସୁଖରେ କଟିଯିବ। ମାତ୍ର ମନ ଭାବୁଥାଏ ଗୋଟାଏ ପ୍ରକାର, ଆଉ ଭାଗ୍ୟ ଫଳେ ଅନ୍ୟ ପ୍ରକାରର। ଦିନ ଦିନ, ମାସ ମାସ ଓ ବର୍ଷ ବର୍ଷର ଦୁଃଖ, ଦୈନ୍ୟ, ଅନାହାର ମୋ ବୋଉଙ୍କର ସ୍ୱାସ୍ଥ୍ୟକୁ ଚହଲାଇ ଦେଇଥିଲା। ବୋଉ ମୋର ସାଧାରଣତଃ ଦେହ ବିନ୍ଧା ପାଇଁ ଅଶେଷ କଷ୍ଟ ପାଉଥିଲେ। ପାନେ ଔଷଧ କିଣିବା ତ ଆମ ପକ୍ଷେ ଅସମ୍ଭବ ଥିଲା; ତେଣୁ ସେ ସାଧାରଣତଃ ନନାଙ୍କୁ ଓ ମୋତେ ତାଙ୍କର ରୋଗ ସମ୍ୱନ୍ଧ କିଛି କହୁ ନ ଥିଲେ। ବରଂ ରୋଗ ଲୁଚାଇବା ହେଲା ତାଙ୍କର ସାଧ୍ୟ ସାଧନା। ନିଜେ ପାରୁ ନ ଥିଲେ ବି ଘୋଷାରି ହୋଇ କାମ କରିବାକୁ ଲାଗିଲେ। ନନା ଓ ମୁଁ କିଛି ହେଲେ ଜାଣିଲୁ ନାହିଁ। କ୍ରମେ କ୍ରମେ ସବୁ ଅଚଳ ହେଲା। ବୋଉ ତାର ଇଚ୍ଛା ଶତଚେଷ୍ଟା ସତ୍ତ୍ୱେ ଓ ସ୍ୱ ଅସୁସ୍ଥି ଲୁକ୍କାୟିତ କରି ରଖି ପାରିଲା ନାହିଁ। ଯେ ଶଯ୍ୟାଶାୟୀ ହେଲା, ଆଉ ଉଠି ପାରିଲା ନାହିଁ। ମୁଁ ତ ନୂଆ ଡାକ୍ତର। ମୋର କିଛି ଅଜଣା ରହିଲା ନାହିଁ। ବୋଉ ମୋର ପକ୍ଷାଘାତ ରୋଗାକ୍ରାନ୍ତ। ଏ କଥା ଜାଣି ମୋ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଲା। ଦିଅଁଙ୍କୁ ଡାକିଲି ବଡ଼ କରୁଣ ଭାବରେ। ବଡ଼ ନାମ କରିଥିବା ପ୍ରଫେସରମାନଙ୍କୁ ଆଣି ଦେଖାଇଲି। ଔଷଧ ଇଞ୍ଜେକ୍ସନ ଆଦି ସବୁ ପାଣି ଫାଟିଗଲା। ବୋଉ ମୋର ବିନୟର ସହିତ କହିଲା—ଆରେ ବାବୁ, ବହୁତ କଲୁ। ଥାଉ, ଏତେ ପଇସା ଖର୍ଚ୍ଚ କର ନା, ମତେ ଆଉ କଲବଲ କର ନା। ମତେ ଶାନ୍ତିରେ ମରିବାକୁ ଦେ। ପଛବାକ୍ୟଟି ତାର ମୋ ବକ୍ଷ ଭୋଦ କଲା ବଜ୍ର ନିନାଦରେ। ଭାଗ୍ୟର କି ବିଡ଼ମ୍ୱନା ସତେ! ଭାବିଥିଲି ବେଶ୍ ଦୁଇ ପଇସା ରୋଜଗାର କଲି, ଏଣିକି ବାପ ମା ନିଶ୍ଚିନ୍ତ ହେବେ। ତାଙ୍କ ନୈଶ୍ଚିନ୍ତ୍ୟ ଦେଖି ପରମ ତୃପ୍ତି ଲାଭ କରିବି, ମାତ୍ର ତାହା ହେଲା ନାହିଁ। ବାପ, ପୁଅ, ଉଭୟେ ମିଳିମିଶି ବୋଉର ସେବା କଲୁଁ। ସେହି ସେବାରେ ଯେଉଁ ବିମଳ ଆନନ୍ଦ ମତେ ମିଳୁଥାଏ, ତାହା ବାକ୍ୟରେ କହିହେବ ନାହିଁ। ବୋଉ ମୋର ବ୍ୟସ୍ତ ହେଉଥାଏ। ସବୁବେଳେ ଦିଅଙ୍କୁ ଡାକୁଥାଏ ସେପୁରକୁ ଚାଲି ଯିବାକୁ। ମୁଁ ପ୍ରାର୍ଥନା କରୁଥାଏ, ବୋଉ ମୋର ଏ ପୁରରେ ଥାଉ। ଭଗବାନ ମୋ କଥା ଶୁଣୁ ଥାଆନ୍ତି; ବୋଉ ମୋର ଦାଉ ଧକ୍କାର ମୁକ୍ତ ହେଲା। ସାମାନ୍ୟ ଟିକିଏ ସୁସ୍ଥ ହେଲା-। ସବୁବେଳେ ମୋର ଡର। ଭଗବାନ ମତେ ବାପ—ମା'ଙ୍କ ନିକଟରେ ଏପରି ସୁଖ ସୁବିଧାରେ ରଖିବେନି ନା କ'ଣ। ମୁଁ ଜାଣେ ନା, ଏପରି ଭୟ କାହିଁକି ମୋ ମନକୁ ବେଳେ ବେଳେ କ୍ରସ୍ତ ଚକିତ କରୁଥାଏ। କେତେଦୁଡ଼ିଏ ଦିନ ମୋର ଆନନ୍ଦରେ କଟିଗଲା। ନନୀ, ବୋଉ ମତେ ବୁଝେଇ ସୁଝେଇ ଆମ ଗାଁର ଗୋଟିଏ। ସୁନ୍ଦରୀ ଓ ସେବାପରାୟଣା ଝିଅ ଚପଳା ସହିତ ମୋର ବିଭାଘର କରି ଦେଲେ। ପହିଲେ ପହିଲେ ମୁଁ ଚିଡ଼ୁଥିଲି; ମାତ୍ର ଯେତେବେଳେ ଚପଳାର ସେବା ଆମ ବାପ ପୁଅଙ୍କ ସମ୍ମିଳୀତ ସେବାଠ ରୁ ବଳି ଯିବାର ମୁଁ ଦେଖିଲି, ବଡ଼ ଆଶ୍ୱସ୍ତ ହେଲି। ମୋ ବୋଉ ହସି ହସି ସେଦିନ କହିଥିଲା—ବୋହୂ ନୁହେଁ ରେ ପୁଅ ଭଗବାନ ମତେ ଗୋଟିଏ ଝିଅ ଦେଲେ। କେତେ କାମ ସିଏ କରୁଚି। ତହିଁରେ ମୋ ସେବାରେ ଟିକିଏ ହେଲେ ହେଳା ନାହିଁ।